ସାଙ୍ଗ ହୋଇ ସେମାନେ ଧୂଳିସଡ଼କ ଧରିଲେ। କୃଷ୍ଣପ୍ରସାଦ ଓ ଇପିଙ୍ଗ ଗାଁ ଭିତରେ ସୀମାରେଖା ହେଉଛି କେବଳ କ୍ଷୀଣାଙ୍ଗୀ ସଡ଼କଟିଏ। ସଡ଼କର ଦି'ପାଖରେ ଘର। ଜଣେ ଅନ୍ୟଜଣଙ୍କର ପଡ଼ୋଶୀ। ତଥାପି ସେମାନେ ଦି'ଟି ପୃଥକ୍ଗାଁର ବାସିନ୍ଦା। ଗୋଟିଏ ପୋଖରୀରେ ଗାଧୁଆ ପାଧୁଆ ଚଳେ। ଏକା ଦୋକାନରୁ ଦି' ଗାଁର ଲୋକ ଚା' ଜଳଖିଆ ଖାଆନ୍ତି। ପାରିକୁଦ କେବିନ୍ର ପରିଚାଳକଙ୍କ ସଙ୍ଗେ ଉଭୟ ଗ୍ରାମବାସୀଙ୍କର ସୁସମ୍ପର୍କ ରହିଛି। ଇପିଙ୍ଗ କହିଲେ ଦି' ସାହାଲା ବସ୍ତିଟିଏ। ତଳ ଉପର ହୋଇ ଦି'ସାହୀରେ ଖଣ୍ଡାୟତ, ବ୍ରାହ୍ମଣ, ଖଟିଆ ଓ କଣ୍ଡରା ବାଉରୀମାନେ ଭାଗ ଭାଗ ହୋଇ ରହିଛନ୍ତି। ଗାଁ ମଝିରେ ଜଗନ୍ନାଥଙ୍କ ଦେଉଳ। ଯେଉଁ ପୂଜାରୀ ଆସି ପୂଜା କରେ, ତା' ପାଇଁ ସ୍ୱତନ୍ତ୍ର ଭାବରେ ଜମିର ବନ୍ଦୋବସ୍ତ କରାହୋଇଛି। ଅଣଓସାରିଆ ରାସ୍ତା ଦି'ଟାଯାକ ପଥର ନ ହେଲେ ବାଲିରେ ଭରପୂର। ଠାଏ, ଠାଏ ଅଳିଆ ଆବର୍ଜନା। ଛୋଟ ଛୋଟ ମାଟିଘରେ ଗୋବର ଓ ରଙ୍ଗ ବୋଳା ହୋଇ ଚିକ୍କଣିଆ କରାଯାଇଛି। ଲଙ୍ଗଳା ପିଲାଏ ମେଳିହୋଇ ଖେଳୁଛନ୍ତି। ଧାଡ଼ିବାନ୍ଧି ଦଉଡ଼ୁଛନ୍ତି। ଝିଅ ବୋହୂମାନେ ମୁଣ୍ଡରେ ଓଢ଼ଣା ଦେଇ କବାଟ କୋଣରୁ ଜୁଳୁ ଜୁଳୁ କରି ଚାହିଁଛନ୍ତି। ମରଦ ଦେଖିଲେ କବାଟ ପଡ଼ିଲା। ସେମାନଙ୍କ ବେଶଭୂଷାରେ ଦାରିଦ୍ର୍ୟର ସୁସ୍ପଷ୍ଟ ସ୍ୱାକ୍ଷର। ଇପିଙ୍ଗ ଓ କୃଷ୍ଣପ୍ରସାଦକୁ ଲାଗିଥିବା ସାନ ଅଅଁଳା ଓ 'ବଡ଼ ଅଅଁଳାର ଅବସ୍ଥା ବି ସେଇଆ। ସମଗ୍ର ପାରିକୁଦ ଭିତରେ ମାଲୁଦ ଗ୍ରାମଟିହିଁ ଟିକିଏ ଶିକ୍ଷିତ ଓ ସୁସଜ୍ଜିତ। ମାଲୁଦର ସନ୍ତାନ ଯାଇ ଓଡ଼ିଶାର ବିଭିନ୍ନ ବିଭାଗରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି। ଶିକ୍ଷା କ୍ଷେତ୍ରରେ କୁହ, କି ଶାସନ ବିଭାଗରେ କୁହ ସେମାନଙ୍କ କୃତିତ୍ୱ ସର୍ବଦା ସ୍ୱୀକାର୍ଯ୍ୟ। ଅଥଚ ଦୁଃଖର କଥା ଜନ୍ମଭୂମି ପାରିକୁଦ କି ଅବହେଳିତ ଅବସ୍ଥାରେ ନ ପଡ଼ିଛି? ତାକୁ ରାତାରାତି ବଦଳାଇ ଦେବାକୁ ବା ତାଙ୍କ ହାତରେ କି ଶକ୍ତି ଅଛି? ପାରିକୁଦ ତଥା ସମଗ୍ର ଚିଲିକା ଅଞ୍ଚଳ ପାଇଁ ଯେ ନିଃସ୍ୱାର୍ଥପର ଭାବରେ ପ୍ରଗାଢ଼ ପରିଶ୍ରମ କରି ଆସିଥିଲା ସେହି ଉଦ୍ୟମ ପ୍ରିୟ, କୁଶଳୀ ସନ୍ତାନ ଉମାଚରଣଙ୍କୁ କି କିଏ ଭୁଲିଯାଇ ପାରିବ? ଆଉ କିଛିଦିନ ବଞ୍ଚିଥିଲେ ସେ ଚିଲିକା ଅଞ୍ଚଳରେ ନିଶ୍ଚୟ କିଛି ଉଲ୍ଲେଖ ଯୋଗ୍ୟ ପରିବର୍ତ୍ତନ ଘଟାଇ ପାରିଥାନ୍ତେ। କିନ୍ତୁ ବିଧାତା ତାଙ୍କୁ ଅଦିନରେ ଓଡ଼ିଶାବାସୀଙ୍କ ହାତରୁ ଛଡ଼ାଇ ନେଲା। ଅଶୋକ ଓ କାନୁନ୍ଗୋବାବୁ ବାଟରେ ମାୟାଧର ବାବୁଙ୍କୁ ଦେଖି ବସାକୁ ପୁଣିଥରେ ଭିଡ଼ିହୋଇ ଆସିଲେ। ନିର୍ବାଚନ ଦାୟିତ୍ୱ ମୁଣ୍ଡଉପରେ। ରାତି ଭିତରେ ଆନୁସଙ୍ଗିକ ବ୍ୟବସ୍ଥା ନ କଲେ ସକାଳୁ ହଇରାଣରେ ପଡ଼ିବା କଥା। ମିଶ୍ର ଓ ମହାପାତ୍ର ବାବୁଙ୍କ ଦର୍ଶନ ନାହିଁ। ସେମାନେ ମନେ କରନ୍ତି, ଭୋଟବେଳ ବ୍ୟତୀତ ଆଉ କୌଣସି ସମୟରେ କିଛି କାମ ନାହିଁ। ଅନ୍ୟ ସବୁ ବ୍ୟବସ୍ଥା ଅଶୋକବାବୁ ନିଜ ହାତରେ କରିବେ। ସେଇଥିପାଇଁ ସେମାନେ ମନଇଚ୍ଛା ବୁଲୁଛନ୍ତି। ସଙ୍ଗରେ ଥିବା ପୋଲିସ କର୍ମଚାରୀଙ୍କ ମଧ୍ୟ ସେହି ମତ। ଦିନ ଦୁଇଟାର କଥା! ମୁଣ୍ଡ ଉପରେ ଦାୟିତ୍ୱ ଥିଲେ ବୁଝିଥାନ୍ତେ, ଅବସ୍ଥାଟା କେଉଁଆଡ଼କୁ ଗତି କରୁଚି। ବିଚାରା ଅଶୋକ ପାତ୍ର!! ନିର୍ବାଚନ ଆନୁସଙ୍ଗିକ ବ୍ୟବସ୍ଥା ସରିଲା ପରେ ଯେଉଁ କିଛି ସମୟ ମିଳିଲା, ତାରି ଭିତରେ ମାୟାଧର କୃଷ୍ଣପ୍ରସାଦର କାହାଣୀ କହି ବସିଲେ। ସେ ଅନେକ ଦିନ ତଳର କଥା— ସେତେବେଳେ କୃଷ୍ଣପ୍ରସାଦ ଅପନ୍ତରା ଭୂଇଁ ହୋଇ ପଡ଼ିଥାଏ। ରାଜଧାନୀ ଥାଏ ଆଉ ଏକ ଗ୍ରାମ 'ଗୁରୁବାଇ'ରେ। ନୂଆପଡ଼ା ନିକଟବର୍ତ୍ତୀ 'ଗୁରୁବାଇ' ସେ ଦିନର ଜମିଦାରଙ୍କ ପ୍ରତାପରେ ବିସ୍ମୟ ପ୍ରକାଶ କରୁଥାଏ। ପାରିକୁଦର ପ୍ରଜାବର୍ଗ ଅତୀତରେ ଆନନ୍ଦ ଓ ପ୍ରାଚୁର୍ଯ୍ୟର ସ୍ୱପ୍ନ ଦେଖୁଥିଲେ। ପାରିକୁଦ ମାଟିର ମୋହିନୀ–କନ୍ୟା ରୂପ; ଗୁଣରେ ସମଗ୍ର ଓଡ଼ିଶା ଭୂଇଁର ଗର୍ବ ଥିଲା। ଆଜିର ଅଭାବ ଅନାଟନ କଥା ସେମାନେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ। ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ସେମାନଙ୍କ ମନଭିତରେ ସିଂହର ସାହସ ଥିଲା। ରାଜାଙ୍କର ବଳିଷ୍ଠ ବାହୁ ତଳେ ପ୍ରଜାବର୍ଗ ଅଭୟ ପାଇଥିଲେ ଯେମିତି! କାହାରିକି ଭୟ କି ଭ୍ରାନ୍ତି ନ ଥିଲା। ପାରିକୁଦ ଭୂଇଁ ଜୀବନ ଓ ପ୍ରାଚୁର୍ଯ୍ୟରେ ହସି ଉଠୁଥିଲା। ସେତିକିବେଳେ ମୋଟର ଲଞ୍ଚର ଆବିଷ୍କାର ହୋଇନି! ନୋଳିଆ ବା କେଉଟ ପୁଅ ନାଆରେ ପାଲଟାଣି ଚିଲିକା ମଝିରେ ଡଙ୍ଗା ବାହେ। ମୋଟର ଲଞ୍ଚପାଇଁ ଯାହା ଘଣ୍ଟେ ଦି'ଘଣ୍ଟାର ବାଟ, ଅନୁକୂଳ ପବନର ଅଭାବ ହେତୁ ତାକୁ ଦିନେ ଦି'ଦିନ ଲାଗିଯାଏ! ନୂଆ କେଉଟ ରାସ୍ତା ଭୁଲିଗଲେ ଆଉ ଏକ ପ୍ରମାଦ।